ସମସ୍ତଙ୍କର ଏ କଥାରେ ଫୁଲଚନ୍ଦନ ପଡ଼ୁ। ହେମ ଭାଇ, ଦମ୍ଭ ଧର। ବୋଉକୁ ମୁଁ ସବୁ କହିବି। କାହିଁକି ତମେ ଏଡ଼େ ଭାଙ୍ଗିପଡ଼ୁଚ-? ବୋଉ ମୋର କେବେ ଅରାଜି ହେବ ନି। କହିଁକି ହେବ? ତମେ କ'ଣ ଅଯୋଗ୍ୟ, ଅସୁନ୍ଦର, ଅଜାତି? ତମେ ଖାଲି ମୋ ହାତ ଧର, ଦୃଢ଼ କରି ଧର। ତମ ହାତ ଧରି ମୁଁ ସବୁ ବିଘ୍ନ ଲଙ୍ଘନ କରିଯିବି। ଆମର ପ୍ରୀତିର ପୂର୍ବାଶାରେ ଅରୁଣୋଦୟ ଆଉ ଡେରି ନାହିଁ। ତା'ପରେ, ତା'ପରେ ଝଲମଲ ଖରା। ଆମେ ଆଗେଇ ଯିବା। ସ୍ଵର୍ଗ ଆମର ଛୋଟ ଏକ ନୀଡ଼। ତମେ କବିତା ଲେଖିବ। ମୁଁ ଆବୃତ୍ତି କରିବି। ତମ ହାତରେ ଦେବି କଲମ। ସୃଷ୍ଟିପାଇଁ ଦେବି ପ୍ରେରଣା। ତମ ଦୃଷ୍ଟିରେ ବୋଳିବି ଅବିର। ତମ ରଥର ସାରଥୀ ହେବି ମୁଁ। ହେମ ଭାଇ… ଆଃ ଏତେ ସ୍ଵପ୍ନ ମୁଁ ଯେ ଦେଖିପାରୁ ନାହିଁ… ତୁମେ ଏଇନା କ'ଣ ମୋରିପରି ସାରା ରାତି ଉଜାଗର ରହି ଏମିତି ସ୍ଵପ୍ନ ଦେଖୁଥିବି… ତମେ କ'ଣ ପୁଣି ମନଖରାପ କରୁଥିବ…? ଆଶଙ୍କାରେ ଅସ୍ଥିର ହେଉଥିବ? ଛି, ତମେ ଏତେ ଭୀରୁ! ଦୂର ବନଭୂମି ଦୀର୍ଘ ସାତବର୍ଷର ବ୍ୟବଧାନ ପରେ ବଡ଼ ଭଉଣୀ ସୁଭଦ୍ରା ପରିବାରରେ ସଂପୃକ୍ତ ହେବାର ଅଳ୍ପ କେଇଟି ଦିନ ଭିତରେ ସୁଲତାର ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ଅପା ତାର ବିବାହିତ ଜୀବନରେ ଯାଥାର୍ଥରେ ସୁଖୀ ହୋଇଛି। ଏଇ କଥାଟା ଉପଲବ୍ଧ କରିବା ପାଇଁ ତା' ଅପାର ଐଶ୍ଵର୍ଯ୍ୟ ଅପେକ୍ଷା ଭିଣେଇ ରାଜୁ ଭାଇଙ୍କର ପତ୍ନୀ ପ୍ରୀତିଟା ତା'ନିକଟରେ ମୁଖ୍ୟ କାରଣ ହୋଇ ପଡ଼ିଥିଲା। ସୁଲତା ମନରେ ଆନନ୍ଦ ଜନ୍ମିଲା–ଏ ଆନନ୍ଦ ଅନ୍ତରାଳରେ ଅନ୍ୟଏକ ଆନନ୍ଦ ଅତି ପ୍ରଚ୍ଛନ୍ନ ଭାବେ ଆତ୍ମଗୋପନ କରିଥିଲା-ତା' ହେଉଚି ରାଜକିଶୋରଙ୍କର ତା' ପ୍ରତି ଅକଳନ ସ୍ନେହ ସୌହାର୍ଦ୍ଦ୍ୟ ଓ ତା' ପିଲାମାନଙ୍କ ପ୍ରତି ଅକୃତ୍ରିମ ବାତ୍ସଲ୍ୟ ଯାହା କି ଏତେ ମାତ୍ରାରେ ବୃଦ୍ଧି ପାଇବ ବୋଲି ସୁଲତାର ସ୍ୱପ୍ନରେ ବି ଧାରଣା ନ ଥିଲା। ଆଜିକୁ ସାତବର୍ଷ ତଳେ ତାର ବିବାହ ବାସରେ ରାଜକିଶୋରଙ୍କ ସହ ତାର ସାକ୍ଷାତ୍ ହୋଇଥିଲା। ତା' ପରେ ପରେ ରାଜକିଶୋର ଦୀର୍ଘଦିନ କାର୍ଯ୍ୟଭାର ବହନକରି ଦୁରରେ ରହି ଆସିଚନ୍ତି। ଏଇ ଅଳ୍ପ କେଇଦିନ ହେବ ଏଇ ଛୋଟ ସହରକୁ ସେ ବଦଳି ହୋଇ ଆସିଛନ୍ତି। ସୁଲତାଙ୍କ ଧାରଣା ଥିଲା ରାଜକିଶୋର ଧନୀ ପିତାର ସନ୍ତାନ ଓ ଜଣେ ପ୍ରଥମ ଶ୍ରେଣୀର ହାକିମ। ଆଭିଜାତ୍ୟ ଓ କ୍ଷମତାର ଅହମିକା ନେଇ ତାକୁ ହୀନଦୃଷ୍ଟିରେ ଦେଖିବା ଆସ୍ଵାଭାବିକ ନୁହେଁ। ମାତ୍ର ଏଇ ଧାରଣା ତାର ଅଳ୍ପଦିନ ଭିତରେ ନିଶ୍ଚିହ୍ନ ହୋଇଗଲା। ସେ କ୍ରମେ କ୍ରମେ ବୁଝିଲା ରାଜୁଭାଇ କେବଳ ଧନର କ୍ଷମତାରେ ବଡ଼ଲୋକ ନୁହଁନ୍ତି, ସେ ମନରେ, ପ୍ରେମରେ, ସବୁଥିରେ ବଡ଼ ଲୋକ। ରାଜକିଶୋରଙ୍କର ସମସ୍ତ ଗୁଣରୁ ଯେଉଁ ଅଂଶଟି ସୁଲତାର ମନରେ ଗଭୀର ପ୍ରଭାବ ପକାଇଥିଲା, ତା' ହେଉଚି ତାଙ୍କର ଅତିମାତ୍ରାରେ ପତ୍ନୀପ୍ରୀତି। ନିଜ ସ୍ତ୍ରୀ ସୁଭଦ୍ରାକୁ ସେ କେତେ ଭଲ ପାଉଥିଲେ, ସନ୍ତାନ ପରି କେତେ ତାର ସେବାଯତ୍ନ ନେଉଥିଲେ ଏହାର ଅନେକ ଛୋଟବଡ଼ ନିଦର୍ଶନ ସୁଲତା ପାଇ ଯାଇଥିଲା। ବହୁ ଶଙ୍କା ଓ ଲଜ୍ଜା ନେଇ ସେ ଦିନେ ସୁଭଦ୍ରା ଘରେ ଅତିଥି ହୋଇଥିଲା ଅପାର ଆକର୍ଷଣ ତାକୁ ଯେତିକି ଆତୁର କରିଥିଲା ରାଜୁଭାଇଙ୍କର କ୍ଷମତା ତାକୁ ସେତିକି ମାତ୍ରାରେ ବିଦ୍ରୁପ କରିଥିଲା। ମାତ୍ର ଏଇସବୁ ମାନସିକ ଦ୍ଵନ୍ଦକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ